କି ଯୋଗରେ ସକାଳ ପାହିଥିଲା କେଜାଣି, ବରଷକ ପରେ ସେ ଉପରେ ପଡ଼ି କଥା କହିଛି। ଏଥର ସଞ୍ଜ ମଜଲିସ୍ଟା ଖୁବ୍ ଜମିବ। ମାୟାଧର ବାବୁ ଅଶୋକ ପାତ୍ରର କାନ ପାଖରେ ଶୁଣାଇ ଦେଲେ-। ପାରିକୁଦ ଆକାଶର ସକାଳ ସୂର୍ଯ୍ୟଟା ଛଳ ଛଳ ହୋଇ ହସି ଉଠିଲା। କୃଷ୍ଣପ୍ରସାଦର ଧର୍ମଶାଳା ଉପରୁ ଅପେକ୍ଷାମାନ ବଡ଼ ବୋଝଟିଏ ଦିଶୁଛି। ସେଇଠି ଆଉ ଦୁଇଟି ପାର୍ଟି ଅପେକ୍ଷା କରିଛନ୍ତି। ମଙ୍ଗ ପାଖରେ ଛିଡ଼ାହୋଇ 'ଘୋଷାଲ୍ବାବୁ' କାଳିଜାଈ ମନ୍ଦିରକୁ ଅନେଇଛନ୍ତି। ବୋଟ୍ ଦାୟିତ୍ୱରେ ଥିବା ଅଫିସରଙ୍କ ଅସହଯୋଗ ମନୋବୃତ୍ତି ହେତୁ ସେ କାଳିଜାଈ ଦେଖି ପାରିଲେ ନାହିଁ-। ତେଣୁ ଦୂରରୁ ଥାଇ ଟିକିଏ ଚାହିଁ ନେଉଛନ୍ତି। ମାୟାଧର ବାବୁ ବିଦାୟ ଦେଇ ଚାଲିଗଲେ। ହୁଏତ ତାଙ୍କ ସଙ୍ଗେ ନିକଟ ଭବିଷ୍ୟତ୍ରେ ଦେଖା ହୋଇ ପାରିବ ନାହିଁ ଅଶୋକ ପାତ୍ର ନମସ୍କାର କରି ତାଙ୍କଠାରୁ ବିଦାୟ ନେଲା। ମିଶ୍ର ଓ ମହାପାତ୍ର ବାବୁ ନିଜ ନିଜ ନୋଟ୍ବହିରେ ଜଣାଶୁଣା କେତୋଟି ନାଁ ଓ ଠିକଣା ଲେଖି ରଖିଲେ। ଘରକୁ ଫେରି ମନେ ପଡ଼ିଲେ ଚିଠି ଲେଖିବେ। ଘୋଷାଲ୍ବାବୁଙ୍କ ପୂର୍ବନିର୍ବାଚନର ତିକ୍ତ ଅନୁଭୂତି ଟିକକ ଅଛି। ଦାମୋଦର ବେହେରାକୁ ଶୀଘ୍ର ଶୀଘ୍ର ନାଆ ଚଳାଇବାକୁ ସେ ପରାମର୍ଶ ଦେଲେ। ବାଲୁଗାଁରେ ପହଞ୍ଚୁ ବସ୍ର ଅନୁସନ୍ଧାନ କରିବାକୁ ହେବ। 'ନେସନାଲ୍ ହାଇଉଏ' ରାସ୍ତା ପର୍ଯ୍ୟନ୍ତ ମନ୍ଦ ନୁହେ। କିନ୍ତୁ ସେଇଠୁ ଜଟଣୀ ଖୋର୍ଦ୍ଧା ଦେଇ ପିପିଲି ପହୁଞ୍ଚିବା ମହାକଷ୍ଟ। ଧୂଳିରେ ଦେହ ପୋତି ହୋଇ ଯାଇଥିବ। ପୁରୀ ପହୁଞ୍ଚିଲା ବେଳକୁ ପିଣ୍ଡରେ ପ୍ରାଣ ରହିବ କି ନାହିଁ। ବନ୍ଧ ଉପରୁ ପାଦେ ଦୁଇପାଦ ତଳକୁ ଗଡ଼ିଚି କି ନାହିଁ ସୁମି ଦୂରରେ ଟୁନୀକୁ ଦେଖିଲା। ଏକା ଟୁନୀ ନୁହେଁ-ଟୁନୀ ସାଥିରେ ବୁଲୁ ବି ଆସୁଚି। ତାଙ୍କୁ ଦେଖି ସୁମିର ଆଉ ଫେରିବାକୁ ମନ ହେଲା ନାହିଁ। ସାଙ୍ଗ ହୋଇ ବଢ଼ିପାଣି ଦେଖିବାକୁ ଭାରି ମଜା ଲାଗେ। ସୁମିର ମା' ଅବଶ୍ୟ ଚଞ୍ଚଳ ଫେରିଯିବାକୁ ତାଗିଦ କରି କହିଥିଲେ। ସୁମି କିନ୍ତୁ ଏବେ ଅବାଧ୍ୟ ହେବାକୁ ବାଧ୍ୟ। ବନ୍ଧ ଉପରୁ ଓହ୍ଲାଇବାକୁ ଆଉ ତା'ର ପାଦ ଚଳିଲା ନାହିଁ। ସେ ଜାଣେ-ମା' ରାଗିବ। କିଛି ହାତରେ ନ ପଡ଼ିଲେ ପିଠାଖଡ଼ିକାରେ ଦୁଇପାହାର ବାଡ଼େଇ ଦେବ। ହଃ-ମାଆ ମାଡ଼ କୁଆପାଡ଼। ସୁମିକୁ କାଟେ ନାଇଁ। ପାଞ୍ଚ ମିନିଟ ପରେ ସବୁ ଭୁଲି ହୋଇଯାଏ। ମାଆ ସିନା ମାରେ,-କିନ୍ତୁ ପରେ ଆଉଟି ପାଉଟି ହୁଏ। ରାତିରେ ବେଳେବେଳେ ଲୁହ ଗଡ଼େଇ କାନ୍ଦେ। ଦିନକର କଥା ସୁମିର ପରିଷ୍କାର ମନେ ଅଛି। ବୈଶାଖ ମାସ। ପୁଣି ଦି'ପହର। ଗାଁ ତୋଟାମାଳରେ ଆମ୍ବ ସେଇ ସମୟରେ ପାଚେ। ଖରାବେଳରେ ସୁଲୁସୁଲିଆ ପବନ ବାଜିଲେ ଲାଲଟହଟହ ଆମ୍ବ ଖସିପଡ଼େ। କେତେ ଗାଈଆଳଛୁଆ ଆମ୍ବ ସାଉଁଟି ଯାଆନ୍ତି। ପାରିଲା ପିଲାମାନେ ଫୋପାଡ଼ି ମାରି ଗଛ ଅଗରୁ ବି ଝଡ଼େଇ ଦିଅନ୍ତି। ସୁମିର ଯିବା ପାଇଁ ଲୋଭ ହୁଏ। ବ୍ରାହ୍ମଣ ସାଇ ଝିଅ ହୋଇ ନଥିଲେ-ତା ଯିବାକୁ କେହି ମନା କରି ନଥାନ୍ତେ। ଗାଈଜଗାଳୀ ଝିଅମାନେ ତ ଫେର୍ ବୁଲୁଛନ୍ତି; ତାଙ୍କର କିଛି ବନ୍ଧନ ନାହିଁ। ମୁଗଛୁଇଁ ବିରିଛୁଇଁ ଖାଇବା-ଆମ୍ବ ସାଉଁଟିବା-ଖଜୁରୀ ଜାମୁକୋଳି ଖାଇ ଖାଇ ଦିପହରେ ନ ଶୋଇ ବୁଲିବାକୁ କାହିଁ ସେମାନଙ୍କ ବାପା-ମା' ତ ଆକଟ କରନ୍ତି ନାହିଁ। ଏଥିପାଇଁ ସୁମିର ଅନେକ ସମୟରେ ରାଗ ହୁଏ, ତା' ମାଆ ଉପରେ। ସୁମି ମା କହନ୍ତି-ବାପା ତ ଦୋବଲ ବଜାରରୁ ବାଇଗଣ ପଲେଇ, ତୋତା ପଲେଇ, ସିନ୍ଦୁରେଇ କେଡ଼େ କେଡ଼େ ମିଠା ମିଠା ଆମ୍ବ ଆଣୁଛନ୍ତି-ତୁ କାହିଁକି ଯିବୁ ଆମ୍ବ ସାଉଁଟିବା ଲାଗି। ଘରେ ଆମର କୋଉ ଛୁଆଗୁଡ଼ା ଭର୍ତ୍ତି ହୋଇଛନ୍ତି ଯେ ତୋ ଭାଗରେ କମ୍ ପଡ଼ିଲା। କେତେ ତପସ୍ୟାରେ ଖଣ୍ଡେ ବୋଲି ଝିଅ, ଆଗକୁ ନାହାନ୍ତିକି ପଛକୁ ନାହାନ୍ତି। ତୋରି ଲାଗି ସବୁ ଦିଅଁ, ସବୁ ଦେବତା, ସବୁ ଖର୍ଚ୍ଚ। ଏ ଯେଉଁ ଖରା, ଖାଲି ଅଗ୍ନି ବରଷୁଛି-ଏତେବେଳେ କି କେହି କୁଆଡ଼େ ଯାଆନ୍ତି? ସୁମି ମା' ଜବରଦସ୍ତି ସୁମିକୁ ଶୋଇ ପଡ଼ିବାକୁ କହନ୍ତି। ସାନ ଢାଗୁଆ ଘରେ ପଲଙ୍କ ଉପରେ ଶୋଇବାଲାଗି କହି କବାଟ ଆଉଜେଇ ଆଣନ୍ତି। ସୁମି ବାଧ୍ୟ ହୋଇ ଶୁଏ-କିନ୍ତୁ ତା'ର ମନ ଯାଇ ଆମ୍ବଗଛ ମୂଳେ ଥାଏ। ସବୁଦିନ ପରି ସେଦିନ ସୁମି ବିଛଣାରେ ଶୋଇଲା-ଖାଲି ଘାଲେଇଥାଏ, ସେତେବେଳକୁ ଝରକା ଫାଙ୍କରେ ବୁଲୁ ଆସି ଥରେ ଡାକି ଦେଇଯାଇଥାଏ-ଏ ସୁମି! ଆମେ ଯାଉଚୁ ତୁ ଯିବୁ।